ଶଯ୍ୟା ନାୟିକା ପ୍ରତ୍ୟେକ କବି ତାଙ୍କ କାବ୍ୟନାୟିକା ଚକ୍ଷୁରେ ଧୋବା ଘରର ଗଧ ଅପେକ୍ଷା ଆହୁରି ହୀନ ବୋଲି ବିବେଚିତ ହୋଇଥାନ୍ତି। ଏହି କଥା କାହା ଭାଗ୍ୟରେ ଘଟୁ ଅଥବା ନ ଘଟୁ, କିନ୍ତୁ ଭବାନନ୍ଦ ଏହା ମର୍ମେ ମର୍ମେ ଅନୁଭବ କରିଥିଲେ। ଭବାନନ୍ଦ କବି। ଏବେ ମଧ୍ୟ ସେ କବିତା ଲେଖନ୍ତି। ତାଙ୍କର କବିତାରେ ପ୍ରାଣଥାଏ ବୋଲି ସମସ୍ତେ କହନ୍ତି, ମାତ୍ର ଏହା ଅସ୍ୱୀକାର କରନ୍ତି ଅରୁନ୍ଧୁତୀ। ଏବେ ଅରୁନ୍ଧୁତୀ କହନ୍ତି ମଣିଷ କାହିଁକି କବିତା ଲେଖେ? ସେ କବିତାର ମୂଲ୍ୟ କ'ଣ? କିଏ କବିତା ପଢ଼େ? ଏହି କଥା ଯଦି ଭଗବାନ ଆଜି ଶୁଣନ୍ତେ, ତାଙ୍କର ମନ ମୋଟେ ମଉଳି ପଡ଼ନ୍ତା ନାହିଁ କିମ୍ବା ସେ ମନେମନେ ପ୍ରତିଜ୍ଞା ମଧ୍ୟ କରନ୍ତେ ନାହିଁ ଯେ ଆଉ ଦିନେହେଲେ କଲମ ଛୁଇଁବେ ନାହିଁ ବୋଲି। ଭବାନନ୍ଦ ଶୋଇ ଶୋଇ ଅନେକ କଥା ଭାବିଯାଆନ୍ତି। ସେ ଅରୁନ୍ଧୁତୀ ସଙ୍ଗେ ନିଜ ସ୍ତ୍ରୀ ମିତ୍ରାକୁ ତୁଳନା କରନ୍ତି। ମିତ୍ରାର ଦେହଟା ଯେଉଁ ରକ୍ତମାଂସରେ ଗଢ଼ାହୋଇଛି, ସେହି ରକ୍ତମାଂସରେ କ'ଣ ଅରୁନ୍ଧୁତୀର ଦେହଟା ଗଢ଼ା ନୁହେଁ? ତାହା ଯଦି ହୋଇଥାନ୍ତା ସେ ଭବାନନ୍ଦଙ୍କୁ ଉପହାସ କରନ୍ତେ କିପରି? ଭବାନନ୍ଦଙ୍କୁ ଅବହେଳା କରନ୍ତେ କିପରି? ଭବାନନ୍ଦଙ୍କୁ ଇତର ମଣିଷ ଭାବି ବେଶ୍ୟାଳୟକୁ ଯିବାକୁ ସଦୁପଦେଶ ଦିଅନ୍ତେ କିପରି? ଆତ୍ମହତ୍ୟା କରି ଅନ୍ତରର ସମସ୍ତ ଦୁଃଖ କଷ୍ଟ ଭୁଲିଯିବାକୁ ଭବାନନ୍ଦ ଅନେକଦିନରୁ ମନସ୍ଥ କଲେଣି। ସମସ୍ତେ କହନ୍ତି ଆତ୍ମହତ୍ୟା ମହାପାପ। ମାତ୍ର ଭବାନନ୍ଦ ଏହି ଉକ୍ତିକୁ ମୋଟେ ସମର୍ଥନ କରନ୍ତି ନାହିଁ। ସେ କହନ୍ତି, ଆଖିରୁ ଲୁହ ଗଡ଼ାଇ ହା ହତାଶମୟ ଜୀବନଯାପନ କରିବା ହେଉଛି ମହାପାପ। ଆତ୍ମା ଅମର। ତାହାର ବିନାଶ ନାହିଁ। କେବଳ ଘଟ ପରିବର୍ତ୍ତନ ସେ ସବୁବେଳେ କରେ। ତେଣୁ ଆତ୍ମା ଅପେକ୍ଷା ଏହି ଘଟଟା ହେଉଛି ଅତି ଲୋଭନୀୟ ବସ୍ତୁ। ଏହି ମାଟି ପିଣ୍ଡଟା ଦିନେ ମାଟିରେ ମିଶିଯିବ, ତଥାପି ଏହି ପିଣ୍ଡଟା ପାଇଁ ଏତେ ବାଦ ବିସମ୍ବାଦ କାହିଁକି? ଏତେ ମନ ଫଟାଫଟି କାହିଁକି? ଏତେ ମନ ଘେନାଘେନି କାହିଁକି? ମିତ୍ରାର କାବ୍ୟ କବିତା ସଙ୍ଗେ ସମ୍ପର୍କ ଅତି ଅଳ୍ପ। ସେ କବିତା ବୁଝେ ନାହିଁ। କବିତାର ହୃଦୟସ୍ପର୍ଶୀ ଭାଷା ତା'ର ହୃଦୟକୁ ସ୍ପର୍ଶ କରିପାରେ ନାହିଁ। ସେଥିପାଇଁ ଭବାନନ୍ଦଙ୍କ ମନରେ ଅସୀମ ଦୁଃଖ। ଯେଉଁ ଲୋକଟି ତାଙ୍କର କବିତା ପଢ଼ି ଭବାନନ୍ଦଙ୍କୁ ତାରିଫ୍ କରିବ ଏବଂ ଉତ୍ସାହିତ କରିବ, ସେହି ଲୋକଟିକୁ ସେ ମନେମନେ ଖୋଜୁଥିଲେ। କବିର ଦୁର୍ଭାଗ୍ୟ ନ ଆସିଲେ ସେମିତି ଲୋକ ସହଜରେ କବି ଆଗକୁ ଆସେ ନାହିଁ। ଭବାନନ୍ଦଙ୍କ ଦୁର୍ଯ୍ୟୋଗକୁ ହଠାତ୍ ଅରୁନ୍ଧୁତୀ ମିଳିଗଲେ। ଅରୁନ୍ଧୁତୀର ରୂପକୁ ଯେ ମନପୂରାଇ ନ ଦେଖିଛି ସେ ଅରୁନ୍ଧୁତୀ ବିଷୟରେ ମୋଟେ କିଛି ବୁଝିପାରିବ ନାହିଁ। ଅନେକ କାବ୍ୟ କବିତା ଭବାନନ୍ଦ ପଢ଼ିଛନ୍ତି। ଅନେକ ପ୍ରାଚୀନ ସାହିତ୍ୟ ସେ ଗବେଷଣା ମଧ୍ୟ କରିଛନ୍ତି; କିନ୍ତୁ ଅରୁନ୍ଧୁତୀଙ୍କ ରୂପ ତୁଳନାରେ ସେ କୌଣସି ଗୋଟାଏ ରୂପସୀ ସ୍ତ୍ରୀର ସନ୍ଧାନ କୌଣସି କାବ୍ୟରେ ମଧ୍ୟ କରିପାରିଲେ ନାହିଁ। ମୋଟାମୋଟି କହିବାକୁ ଗଲେ ଏହି ଅରୁନ୍ଧୁତୀ ହେଉଛନ୍ତି ଭବାନନ୍ଦଙ୍କ ଭାଷାରେ ବିଶ୍ୱସୁନ୍ଦରୀ ଅପେକ୍ଷା ଅଧିକ ସୁନ୍ଦରୀ। ସପ୍ତର୍ଷିମଣ୍ଡଳ ଦେଖିବା ଲୋକ ଧ୍ରୁବତାରା ଅପେକ୍ଷା ଅରୁନ୍ଧୁତୀକୁ ଦେଖିବାକୁ ଯେତିକି ଆଗ୍ରହ ପ୍ରକାଶ କରେ, ଠିକ୍ ସେତିକି ଆଗ୍ରହ ଏହି ରକ୍ତମାଂସରେ ଗଢ଼ା ଅରୁନ୍ଧୁତୀକୁ ଦେଖିବାକୁ ସବୁବେଳେ ପ୍ରକାଶ କରୁଥିଲେ କବି ଭବାନନ୍ଦ। ତାଙ୍କୁ ଜଣାଯାଉଥିଲା ଏହି ମର୍ତ୍ତ୍ୟର ଅରୁନ୍ଧୁତୀ ହେଉଛନ୍ତି ଆକାଶର ଅରୁନ୍ଧୁତୀ। ଦେବ ମନ୍ଦିରରେ ଗୀତା, ଭାଗବତ ପାଠକରି ମଣିଷ କୃତ୍ୟକୃତ୍ୟ ହୋଇଯାଏ। ଏପରି ହେବାର ଉଦ୍ଦେଶ୍ୟ ସେ ମନେକରେ ଏଥର ଠାକୁରେ ନିଶ୍ଚୟ ତାକୁ ଅନୁଗ୍ରହ କରିବେ। ଠାକୁରଙ୍କ ମନ ନେବାପାଇଁ ସେ ଏତେ ଧର୍ମଗ୍ରନ୍ଥ ତାଙ୍କ ଆଗରେ ପାଠକଲାଣି, ତାଙ୍କର ମହିମା ସେ ତାଙ୍କ ଆଗରେ ଗାଇଗଲାଣି, ତେବେ କ'ଣ ତାଙ୍କର ଦୟା ହେବନାହିଁ? କିନ୍ତୁ ନିର୍ଦ୍ଦୟ ଠାକୁରର ପାଷାଣ ହୃଦୟ ମୋଟେ ଟଳେ ନାହିଁ। ସେ ସବୁବେଳେ ଚାହିଁଥାଏ, ଯେ ତା'ର ଗୁଣଗାନ କରୁଛି ସେ ସବୁବେଳେ ସିମିତି ଆସି ଗାଉଥାଉ, ଆଉ ସେ ଯୋଗନିଦ୍ରାରେ ଶୋଇରହି ଶୂନ୍ୟରେ ହାଇ ତୋଳୁଥାଉ। ଠିକ୍ ସେମିତି ଭବାନନ୍ଦ ଯେତେସବୁ କାବ୍ୟ କବିତା ଲେଖୁଥିଲେ, ଅରୁନ୍ଧୁତୀ ନ କହିଲେ ମଧ୍ୟ ସେ ଆପେ ଆପେ ଅରୁନ୍ଧୁତୀ ଆଗରେ ଅତି ଉଚ୍ଛ୍ୱସିତ ହୃଦୟରେ ଆବୃତ୍ତି କରିଯାଉଥିଲେ। କେଉଁଦିନ ଅରୁନ୍ଧୁତୀ ଶୁଣୁଥିଲେ ଏବଂ ଯେଉଁଦିନ ତାଙ୍କର ଶୁଣିବାକୁ ଇଚ୍ଛା ମଧ୍ୟ ହେଉନଥିଲା ସେହିଦିନ ସେ ଭବାନନ୍ଦଙ୍କ ମନରକ୍ଷା କରିବାକୁ କହୁଥିଲେ, ''ଭାରି ଭଲ ହୋଇଛି କବିତାଟି।